କ'ଣ କଲୁ? ମନେ ମନେ କଟକ ଚଣ୍ଡୀଙ୍କୁ ଡାକି ପାଦର ଗତି ବଢ଼ାଇଲି। ମାତ୍ର ଯେତେ ଚେଷ୍ଟା କଲେ ବି ବେଶି ବାଟ ଆଗେଇ ପାରୁ ନ ଥାଏ। ଭୟ ଓ ଅସହାୟତା ମତେ ଦୁର୍ବଳ କରି ଦେଉଥାଏ। ହଠାତ୍ ମୋ ମୁଣ୍ଡକୁ ଗୋଟେ ବୁଦ୍ଧି ଢୁକିଲା। ଭାବିଲି, ଟଙ୍କା ବ୍ୟାଗ୍‌ଟାକୁ କୋଉଠି ଗୋଟେ ଲୁଚେଇ ଦେଇ ଚାଲିଯିବି। ସକାଳୁ ଆସି ସେଠୁ ପୁଣି ନେଇଯିବି। ଟଙ୍କାତକ ହାତରେ ଧରି ମୁଁ ସେମାନଙ୍କ କବଳରୁ କଦାପି ଖସି ଯାଇ ପାରିବି ନାହିଁ। ସେତିକିବେଳେ ସାମ୍ନାରେ ଗୋଟେ ପକ୍କା ଘର ଦେଖିଲି। ରିକ୍ସାଟାଏ ପାଲା ଆଗରେ ଥୁଆ ହୋଇଥାଏ। ମୁଁ ଆଗପଛ କିଛି ଚିନ୍ତା ନ କରି ରିକ୍ସାର ସିଟ୍ ତଳେ ଟଙ୍କା ବ୍ୟାଗ୍‌ଟାକୁ ରଖିଦେଇ ସେଇ ପାଲା ପଛପଟେ ଲୁଚିଗଲି। ମୋର ଛାତି ଉଠୁଥାଏ ପଡ଼ୁଥାଏ। କପାଳ, ଓ ବେକ ଓ କାଖରୁ ଝାଳ ବୋହି ମୋର ସାର୍ଟ ବ୍ୟାନିୟନ୍ ସବୁ ଓଦା ହୋଇ ସାରିଥାଏ। ମନେ ମନେ ଖାଲି ଠାକୁର ଠାକୁରାଣୀଙ୍କୁ ଡାକୁଥାଏ। ମାସଟା ସେପ୍ଟେମ୍ବର ହେବ ବୋଧହୁଏ। ଉପରଓଳି ଖୁବ୍ ବର୍ଷା ହୋଇଥିଲା। ନଈବନ୍ଧର ମୋରମଗୁଡ଼ିକ ବତୁରି ଫୁଲି ଉଠିଥାଏ। ମୁଁ ଆକାଶକୁ ଅନେଇଲି। ଆଉ ପରସ୍ତେ ମେଘ ଘୋଟି ଆସୁଛି, ଯେ କୌଣସି ମୁହୂର୍ତ୍ତରେବର୍ଷା ବର୍ଷି ଯାଇପାରେ। ସେ ଚୋରମାନେ ଗଲେ କୁଆଡ଼େ? କହୁଛି। ସେମାନେ ମୋ ପଛେ ପଛେ ସେଇ ପାଲା ପାଖକୁ ଆସିଲେ। ତାଙ୍କ ଭିତରୁ ଜଣେ ଆସି ସାମ୍ନାପଟେ ଥୁଆ ହୋଇଥିବା ରିକ୍ସାର ଘଣ୍ଟି ଟିଣ୍ ଟିଣ୍ କଲା। ମୁଁ ଆହୁରି ଡରିଗଲି। ଗୋଟେ ମୁହୂର୍ତ୍ତ ପାଇଁ ଭାବିଲି, ଧରା ପଡ଼ିଗଲି ବୋଧହୁଏ। ମାତ୍ର କଟକଚଣ୍ଡୀ ସାହା, ସେଇ ଘରୁ ସ୍ତ୍ରୀ ଲୋକଟେ ବାହାରି ସେ ଲୋକଟାକୁ କ'ଣ ଜବାବ ଦେଲା। ଦୁଇ ତିନି ମିନିଟ୍ ଅପେକ୍ଷା କରି ସେମାନେ ଆଗକୁ ଚାଲିଗଲେ। ମୁଁ ଜାଣିଲି, ସେମାନେ ମତେ ଖୋଜି ଖୋଜି ପିଚୁ ରାସ୍ତା ଯାଏ ଯିବେ। ସୁତରାଂ ମୋ ଏଇ ଅବସ୍ଥାରେ ସହରକୁ ଫେରିବା ବିପଦମୁକ୍ତ ନୁହେଁ। ଫେର୍? ମୁଁ ସେଇ ପାଲାର କାନ୍ଥକୁ ଭରା ଦେଇ ଛିଡ଼ା ହୋଇଥାଏ। ଏମିତି କେତେ ସମୟ ବିତିଗଲା ଜାଣେ ନାହିଁ। ହଠାତ୍ ଥଣ୍ଡା ପବନ ବୋହିଲା ଓ ପରେ ପରେ ବର୍ଷା। ଓଃ, ସେ ଯେଉଁ ବର୍ଷା! ବାଡ଼ିପଟ ବାଉଁଶ ଗଛଟା ମାଟି ଉପରକୁ ନଇଁ ଆସୁଥାଏ ତ ପୁଣି ଉପରକୁ ଉଠି ଯାଉଥାଏ। ଘନ ଘନ ଘଡ଼ଘଡ଼ି ଓ ବିଜୁଳି ମାରୁଥାଏ। ମୁଁ କାନ୍ଥ ପାଖକୁ ଆହୁରି ପାଖେଇ ଗଲି। ବର୍ଷା ଛିଟାରେ ପ୍ୟାଣ୍ଟ୍ ଓ ସାର୍ଟ ଗୋଟାପଣେ ଭିଜୁଥାଏ। ପବନ ଧକ୍କାରେ ପାଲା ଘରଟିର ବାଡ଼ିପଟ ତାଟି ମୁକୁଳା ହୋଇଗଲା। ଘରର ସ୍ତ୍ରୀ ଲୋକଟି ତାଟି ବନ୍ଦ କରିନେବାକୁ ଆସିଲା ବେଳେ ବେଳେ ବିଜୁଳି ଆଲୁଅରେ ମୋତେ ଦେଖି ଭୂତ ଦେଖିଲା ପରି ଛାନିଆରେ ଚିତ୍କାର କରି ଉଠିଲା। ମୁଁ ଚାପା ଗଳାରେ ସଙ୍ଗେ ସଙ୍ଗେ ଜବାବ ଦେଲି, "ମୁଁ ଚୋର ନୁହେଁ। ମୋତେ ସେ ଚୋରମାନେ ଗୋଡ଼େଇଥିବାରୁ ମୁଁ ଏଇଠି ଲୁଚି ଛିଡ଼ା ହୋଇଛି। ବର୍ଷା ଛାଡ଼ିଲେ ପଳେଇ ଯିବି। କିଛି ଭାବନ୍ତୁ ନାହିଁ।" ସ୍ତ୍ରୀ ଲୋକଟି ଘର ଭିତରକୁ ଯାଇ ତା' ସ୍ୱାମୀକୁ ଡାକି ଆଣିଲା। ସେ ଦୁହିଁଙ୍କ ପଛେ ପଛେ ଗୋଟେ ଆଠ ନଅ ବର୍ଷର ପିଲା। ସେମାନେ ଆସି ମୋତେ ଭିତରକୁ ଡାକି ନେଲେ। ମୋର ଦେହ ବରଡ଼ ପତ୍ର ପରି ଥରୁଥାଏ। ମୁଁ ତାଙ୍କ କଥା ମାନି ଭିତରକୁ ଗଲି। ମୋ ଦେହରୁ ଓଦା ପାଣି ନିଗିଡ଼ି ତାଙ୍କ ଘରର ମାଟି ଚଟାଣ ଓଦା ହେଉଥାଏ। ସେମାନେ ତିନି ହଳ ଆଖିରେ ମୋତେ ବାରମ୍ବାର ପରଖି ନେଉଥାଆନ୍ତି। ପୁରୁଷ ଲୋକଟି କହିଲା, "ଠିକ୍ ଅଛି, ତମେ ବସି ପଡ଼। ସେମାନେ ଚାଲିଯିବା ପରେ ତମେ ଯିବ। ଡରିବାର କିଛି ନାହିଁ।" ମନ ଭିତରୁ ଭୟ ଯାଉ ନଥାଏ। କିଛି ସମୟ ବସିବା ପରେ ମୋର ଟଙ୍କା ବ୍ୟାଗ୍ କଥା ମନେ ପଡ଼ିଲା। ମୁଁ କହିଲି, "ତମ ରିକ୍ସାରେ ମୋ ବ୍ୟାଗ୍‌ଟା ଅଛି, ନେଇ ଆସିବି!" ପଖିଆ ମୁଣ୍ଡେଇ ସେଇ ଲୋକଟି ଯାଇ ତା' ରିକ୍ସାର ସିଟ୍ ତଳୁ ମୋ ବ୍ୟାଗ୍‌ଟା ନେଇ ଆସିଲା। ବ୍ୟାଗ୍‌ଟା ଖୋଲି ମୁଁ ଦେଖିଲି ଟଙ୍କାତକ ସେଥିରେ ସୁରକ୍ଷିତ ଅଛି। ମୁଁ ବ୍ୟାଗ୍‌ଟାକୁ ଭିଡ଼ି ଧରି ବସି ରହିଥିଲି। ସେ ଲୋକମାନେ ଏତେଗୁଡ଼ିଏ ଟଙ୍କା ଏକାଥରକେ ଆଗରୁ କେବେ ଦେଖି ନଥିଲେ।